କହିଛନ୍ତି ଆପଣ ଆସିବା ସଙ୍ଗେ ସଙ୍ଗେ କୁ ରିଂ କରିବାକୁ। ସେ ସେଇଠି ପାଖରେ ଅଛନ୍ତି। ବେଶ୍, ତମେ ଟିକିଏ କଫି କରିଆଣ ରତନା ରତନା ଚାଲିଗଲା। ଶତ୍ରଜିତ୍ ସିଧାସଳଖ ଡ୍ରଇଂରୁମ୍ ଭିତରେ ପ୍ରବେଶ କଲେ। ସେ କିନ୍ତୁ ଟେଲିଫୋନ୍ ଉଠାଇବା ପୂର୍ବରୁ ଟେଲିଫୋନ୍ ରିଂ ହେଲା। ରିସିଭର ଉଠାଇନେଲେ ସେ। ହଁ, ତନ୍ମୟ, ମୁଁ ଶତ୍ରୁଜିତ୍ କହୁଛି। ବେଶ୍ ବେଶ୍, ତାକୁ ଫଲୋ କରିଛ ତ? କ'ଣ କହିଲି? ସେ ସିଧାସଳଖ ଅଫିସରୁ ଘରକୁ ଫେରିଛି। ବାହାରେ ବି କୁଆଡ଼େ ଯାଇନାହିଁ? ଯାହାହେଉ, ରକ୍ଷା। ନା, ନା, ସେମାନଙ୍କୁ ସାରାରାତି ରହିବାକୁ କୁହ। ସେ ସକାଳେ ଗାଡ଼ି ଚଢ଼ିବା ପର୍ଯ୍ୟନ୍ତ। ହଁ, ଖୁବ୍ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ କୁହ। ଘର ସାମନା ଆଉ ପଛରେ, ଉଭୟ ପାଖ। ଶୁଣ ତନ୍ମୟ ଏ ସମୟ ଭିତରେ ବି ଯଦି କେହି ତା' ପାଖକୁ ଆସେ, ତାକୁ ଅନୁସରଣ କରିବାକୁ ନ ଭୁଲ୍ ଯେମିତି। ବେଶ୍, ଯଦି କିଛି ଅସୁବିଧା ହୁଏ ରିଂ କରିବ। ମୁଁ ଏବେ ଆଉ କୁଆଡ଼େ ଯାଉନାହିଁ। ଧନ୍ୟବାଦ। ରିସିଭର ରଖି ଚିନ୍ତିତ ହୋଇପଡ଼ିଲେ ଶତ୍ରୁଜିତ୍। ସରିତା, ସରିତା ବହିଦାର 'ଲା ବେଲା'ର ସେଇ ଅନିନ୍ଦ୍ୟସୁନ୍ଦରୀର ନର୍ତ୍ତକୀ, ଯାହାର ପୃଷ୍ଠ ଦେଶରେ ରହିଛି ଗଭୀର ରହସ୍ୟ। ଅବଶ୍ୟ ପ୍ରଥମେ ଏ ବିଷୟରେ ଖୁବ୍ ସନ୍ଦିହାନ ହୋଇପଡ଼ିଥିଲେ ସେ। ମିହି ବହିଦାରଙ୍କର ଝିଅ ହୁଏତ ସେ ହୋଇ ନ ପାରେ କିନ୍ତୁ ପରେ ପରେ ତାଙ୍କର ଧାରଣାରେ ପରିବର୍ତ୍ତନ ଆସିଥିଲା। ଯଦି ସରିତା ମିହି ବହିଦାରଙ୍କର ଝିଅ ନ ହୋଇଥାଏ ,ତାହା ହେଲେ ବି ତା' ପଛରେ ଥିବା ରହସ୍ୟ ଭେଦ କରିବାକୁ ହେବ। କାରଣ ସେଇ ଅଳ୍ପ କେଇ ମୁହୂର୍ତ୍ତ ଭିତରେ ତାଙ୍କର ଧାରଣା ହୋଇଥିଲା, ଯେ ସେ ଯେପରି ତଥାକଥିତ ତା'ର ମନେଜେଜର ସ୍ରେନ ଆଜ୍ଞାବହ। ତା' ହୋଇ ନ ଥିଲେ ତା'ର ନିର୍ଦ୍ଦେଶ ପାଇ ସେ ପ୍ରସ୍ଥାନ କରି ନଥାନ୍ତା। ଚିନ୍ତିତ ମନରେ ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କରିଚାଲିଥିଲେ ଶତ୍ରୁଜିତ। ତାଙ୍କ ଭାବନା ଭିତରେ ପୁଣି ଛିଡ଼ା ହେଉଥିଲେ ଜୟରାମ ମିଶ୍ର। ତାଙ୍କର ସେଇ ଶଙ୍କିତ ଚାହାଣି। ମିଶ୍ର ଏଣ୍ଡ୍ ମିଶ୍ର ଏଣ୍ଟରପ୍ରାଇଜେର୍ସର ଅନ୍ୟତମ ପାର୍ଟନରର ସେୟାର ଲା ବେଲାରେ ଆଉ ଲା-ବେଲାକୁ ଘେରି ରହିଥିବା ରହସ୍ୟ, ସର୍ବୋପରି ସେଠାରେ ସରିତାର ଆବିର୍ଭାବ ଏସବୁ କେମିତି ଏକ ଧନ୍ଦା ଭିତରକୁ ଟାଣିନେଉଥିଲା ଶତ୍ରୁଜିତଙ୍କୁ। ଦୁଇଟିଯାକ ଘଟଣାକୁ ଗୋଟିଏ କରି ଗ୍ରହଣ କରିନେବାର କୌଣସି ଯଥାର୍ଥତା ବି ନ ଥିଲା କାରଣ ପ୍ରତ୍ୟେକ ଘଟଣା ସ୍ୱତନ୍ତ୍ର। ଗୋଟିଏ ସହିତ ଅନ୍ୟଟିର ସଂପର୍କ ଥିଲା ପରି ମନେ ହୁଏନା। ତଥାପି ପୁଣି ଦ୍ୱନ୍ଦ୍ୱରେ ପଡ଼ୁଥିଲେ ସେ। କେଜାଣି କାହିଁକି ତାଙ୍କର ମନେ ହେଉଥିଲା ହୁଏତ ଏ ସବୁର ମୂଳମନ୍ତ୍ର ଏକ ହୋଇପାରେ। ରାତ୍ରିଭୋଜନର ପ୍ରସ୍ତୁତି ଜଣାଇ ରତନ ଚାଲିଗଲା। ଚିନ୍ତିତ ମନରେ ତା' ପଛେ ପଛେ ସେ କୋଠରିରୁ ବାହାରିଗଲେ ଶତ୍ରୁଜିତ୍ କିନ୍ତୁ ରାତ୍ରିଭୋଜନର ଅବ୍ୟବହିତ ପରେ ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ନିଦ ଆସିଲା ନାହିଁ ତାଙ୍କୁ। ହାତଘଣ୍ଟାରେ ରାତ୍ରି ଗୋଟାକର ସଙ୍କେତ ପାଇଲେ ସେ। ବିଛଣା ଛାଡ଼ି ଟେବୁଲ ନିକଟକୁ ଫେରିଆସିଲେ। ଡ୍ରୟର ଖୋଲି ମିସେସ ଦାସ ଦେଇଥିବା ସରିତାର ସେଇ ଫଟୋଟିକୁ ବାହାର କଲେ। ଦୀର୍ଘ ସମୟ ଫଟୋଟିକୁ ନିରୀକ୍ଷଣ କରି ମନକୁମନ କହି ଉଠିଲେ ନା, ଏଇ ଫଟୋଗ୍ରାଫ୍ ଯେ ସରିତାର ଏଥିରେ ତିଳେହେଲେ ବି ସନ୍ଦେହ ନାହିଁ। ଦ୍ୱାରଦେଶରେ ନକ୍ ହେଲା। ବିସ୍ମିତ ଭାବରେ ସେ ଦ୍ୱାର ଖୋଲିଦେବା ମାତ୍ରେ ରତନା କହିଲା ବାହାରେ ଝିଅଟିଏ ଅପେକ୍ଷା କରିଛି। ଝିଅଟିଏ! ଚିନ୍ତିତ ହୋଇପଡ଼ି ଶତ୍ରୁଜିତ୍ କହିଲେ ବେଶ୍, ତାକୁ ଏଇଠାକୁ ନେଇଆସ। ରତନ ଚାଲିଗଲା। ସିଗାରେଟରେ ଅଗ୍ନି ସଂଯୋଗ କରୁକରୁ ଶତ୍ରୁଜିତ୍ ଭାବୁଥିଲେ ଏତେ ରାତିରେ ଆସିଥିବା ଝିଅଟି ଆଉ କିଏ ହୋଇପାରେ? ସରିତା ନୁହେଁ ତ! ପର ମୁହୂର୍ତ୍ତରେ ତାଙ୍କର ଚକ୍ଷୁରେ ଆନନ୍ଦର ଲହରୀ ଖେଳି ଉଠିଲା। ଭୀତତ୍ରସ୍ତା ହରିଣୀ ଭଳି କୋଠରି ଭିତରକୁ ଆସିଲା ସରିତା। ଶତ୍ରୁଜିତ୍ ହସିଲେ ବସ, ସରିତା, ମୁଁ ଜାଣିଥିଲି ତମେ ନିଶ୍ଚୟ ଆସିବ। ରାହୁର ବଳୟ ଭିତରେ ଅତିଷ୍ଠ ହୋଇଯିବା ପରେ ମୁକ୍ତିର ନିଶ୍ୱାସ କିଏ ନେବାକୁ ନ ଚାହେଁ! ଚାରିଆଡ଼ୁ ଦୃଷ୍ଟି ଫେରାଇଆଣି ସରିତା କହିଲା ମୋତେ ବିଶ୍ୱାସ କରନ୍ତୁ, ମିଷ୍ଟର ଶତ୍ରୁଜିତ୍, ଲାଲ ବେଲାରେ ସେସବୁ ବିଷୟ ଆଲୋଚନା କରିବାକୁ ମୁଁ ବିଶେଷ ଭୟ ପାଇଯାଇଥିଲି।